ବାସ୍ତବିକ ଏସବୁ ବିଷୟରେ ବାରମ୍ବାର ଲେଖାରେ ଓ କଥାରେ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କିଛି ଟିକିଏ କାର୍ଯ୍ୟରେ ନହେଉ ଥିବାରୁ ମୁଁ ମଧ୍ୟ ଅସ୍ଥିର ଅନୁଭବ କରୁଛି। ଅବସ୍ଥାକୁ ସୁଧାରିବା ପାଇଁ ଗଭୀର ଚିନ୍ତା କରିବାକୁ ହେବ। ଅସ୍ଥିରତା ବଶତଃ ବିରକ୍ତ ହୋଇ ଅରାଜକତା ସୃଷ୍ଟି କରିଦେଲେ ଶେଷରେ ସାଧାରଣ ଲୋକେ ଚପି ଯାଇ ବାଧ୍ୟ ହୋଇ ବର୍ତ୍ତମାନର ଅବ୍ୟବସ୍ଥାକୁ ମନ୍ଦ ଭିତରେ ଭଲ ବୋଲି ମନେ କରି ଭାଗ୍ୟକୁ ଆଦରି ରହିବେ। ଏ ଦିଗଟି ପ୍ରତି ଚିନ୍ତାଶୀଳ ବ୍ୟକ୍ତିମାନେ ବିଚାର କରିବା ଉଚିତ। ରବିବାର କିଏ ବୁଝାଇବ? ଆଜିକାଲି ଏ ମଜଲିସ୍ ବନ୍ଦ ପ୍ରାୟ ହୋଇଯିବାରୁ ଅନେକେ ଚିଠି ଲେଖୁଛନ୍ତି ଏହାକୁ ଚାଲୁ ରଖିବାପାଇଁ। କିନ୍ତୁ ଚାଲୁ ରହିବ କିପରି? କି ବିଷୟ ପଡ଼ିବ? ଯେତେ ବିଷୟ ଅଛି ସବୁ ତ ବାରମ୍ବାର ଆଲୋଚନା ହୋଇଗଲାଣି। ସେ ଲେଖାକୁ କେତେକ ଗ୍ରନ୍ଥକାର ରାଜନୈତିକ ବିଜ୍ଞାନ ସମ୍ବନ୍ଧୀୟ ପୁସ୍ତକରେ ମଧ୍ୟ ଉଦ୍ଧାର କରିଛନ୍ତି। ତେଲିଙ୍ଗାନା, ବିହାର ପ୍ରଭୃତି ପ୍ରଦେଶରେ ଯାହା ହେଉଛି, ସେଥିରେ ତ ନୂଆ କିଛି ନାହିଁ। ଦେଶ ଭିତରେ ନାନା ସମସ୍ୟାର ସମାଧାନ ହୋଇ ନ ପାରୁଥିବା ଅବସ୍ଥାରେ ପ୍ରଧାନମନ୍ତ୍ରୀ ଚାରିଆଡ଼େ ଯେ ସୌଖିନ ଗସ୍ତ ଚଳାଇଛନ୍ତି, ସେ ବିଷୟରେ ତ ସମାଲୋଚନା ହୋଇଗଲାଣି। ମହଙ୍ଗାଭତ୍ତା, ଦରମା ବୃଦ୍ଧି ଇତ୍ୟାଦି ସମ୍ବନ୍ଧରେ ଯେଉଁ ଆନ୍ଦୋଳନ ସେ ମଧ୍ୟ ସେହିପରି ଅତି ପୁରୁଣା କଥା। ଦାବି ଓ ତାହାର ଉତ୍ତର ଠିକ୍ କୋଡ଼ିଏ ବର୍ଷ ପୂର୍ବେ ଯାହା ଥିଲା ଆଜି ମଧ୍ୟ ତାହାହିଁ ଅଛି। ମୂଲ୍ୟବୃଦ୍ଧି ସମ୍ବନ୍ଧରେ ଏତେ ଆଲୋଚନା ହୋଇଗଲାଣି ଯେ ଆଉ ସେ କଥାରେ କିଛି କହିବାକୁ ବା ଲେଖିବାକୁ ମନ ହେଉନାହିଁ। ଷ୍ଟାଟିଷ୍ଟିକ୍ସ ବା ବିଭିନ୍ନ ବିଷୟରେ ତଥ୍ୟ ଏତେ ପତ୍ରପତ୍ରିକାରେ ପ୍ରକାଶିତ ହେଉଛି; ସେଗୁଡ଼ିକ ସଂଗ୍ରହ କରିବାପାଇଁ ମଧ୍ୟ କୌଣସି ପରିଶ୍ରମର ଦରକାର ନାହିଁ। ସେଗୁଡ଼ିକ ଯେ କେହି ନ ଜାଣନ୍ତି ତାହା ନୁହେଁ। ପ୍ରଶ୍ନ ହେଉଛି, ଜାଣିସାରିଲା ପରେ କଅଣ କରିବାକୁ ହେବ ଏବଂ ଯାହା କରିବାକୁ ହେବ ସେଥିପାଇଁ କର୍ତ୍ତୃପକ୍ଷ ତିଆର କି ଏହି ପ୍ରଶ୍ନର ଉତ୍ତର ଆଜିଯାଏ ଯାହା ହୋଇଛି ତାହା ହେଉଛି- ''ଜାନାମି ଧର୍ମଂ ନ ଚ ମେ ପ୍ରବୃତ୍ତି ଜାନାମ୍ୟଧର୍ମଂ ନ ଚ ମେ ନିବୃତ୍ତି'' ଅର୍ଥାତ୍ କଅଣ କରିବାକୁ ହେବ ତାହା ଜଣା ଅଛି ମାତ୍ର ସେଥିପାଇଁ ପ୍ରବୃତ୍ତି ନାହିଁ। କଅଣ ନ କରିବାକୁ ହେବ ସେ କଥା ଜଣାଅଛି ମାତ୍ର ସେଥିରୁ। ନିବୃତ୍ତ ହୋଇ ହେଉନାହିଁ। ଏହି ହେଉଛି ବର୍ତ୍ତମାନ ଦେଶର ଅବସ୍ଥା। ତଥାପି ପ୍ରଖର ଚିନ୍ତା କାର୍ଯ୍ୟ କରୁଥିଲେ ଦିନେ ସମସ୍ୟାର ସମାଧାନ ହେବ। ସେ ଚିନ୍ତା କାର୍ଯ୍ୟ କରିବା ପାଇଁ ମଧ୍ୟ ଗଭୀର ଅଧ୍ୟୟନ ଆବଶ୍ୟକ। କେତୋଟି ସାଧାରଣ କଥା ପ୍ରତି ଦୃଷ୍ଟି ଦେଲେ, ସମସ୍ୟାର ସମାଧାନ ବିଷୟରେ ଚିନ୍ତା କରିବାକୁ ବୋଧହୁଏ ସୁବିଧା ହେବ। ସମସ୍ୟା ଦୁଇ ପ୍ରକାରର- ଗୋଟିଏ ହେଉଛି ଦେଶର ଓ ଆଉ ଗୋଟିଏ ହେଉଛି ପ୍ରଦେଶର। ସେହିପରି ପ୍ରଦେଶ ଭିତରେ ଗୋଟିଏ ହେଉଛି ପ୍ରଦେଶର ସମସ୍ୟା, ଆଉ ଗୋଟିଏ ହେଉଛି ଅଞ୍ଚଳ ବିଶେଷର ସମସ୍ୟା। ଏ ଦୁଇ ପ୍ରକାରର ସମସ୍ୟାକୁ ମିଶାଇ ଦେଇ ସମାଧାନର ଚିନ୍ତାକଲେ କୌଣସି ସମସ୍ୟାର କୌଣସି ସମାଧାନ ହୋଇପାରିବ ନାହିଁ। ଉଦାହରଣ ସ୍ୱରୂପ ଓଡ଼ିଶାର କୌଣସି ସମସ୍ୟାର ଆଲୋଚନା ପ୍ରସଙ୍ଗରେ ଯଦି ଜାପାନ, ଅଷ୍ଟ୍ରେଲିଆ, ରୁଷିଆ ପ୍ରଭୃତି ଦେଶରେ କଅଣ ହେଉଛି ସେ ସବୁକୁ ଆଣି ଥୁଆହୁଏ